ତମେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଯେତେ ଲୋକ ଦେଖୁଛ ତାଙ୍କୁ ପରୀକ୍ଷା କଲେ ଦେଖିବ, ସେମାନେ କହିବେ ଯେ ସମସ୍ତେ ଦୁଃଖରେ ଅଛନ୍ତି। କେହି କହିବ, ସେଇଟା ନ ମିଳିବାରୁ ଦୁଃଖ ହେଲା। ଆଉ କେହି କହିବ ସେଇଟା ନ ମିଳିବାରୁ ଦୁଃଖ ହେଉଛି। ଆଉ ତୁମ କଥା ବି ସେଇୟା-। ମା' ପଇସା ଦେଲେନି ତେଣୁ ଖେଳ ସିନେମା ଦେଖିପାରିଲ ନାହିଁ କି ରସଗୋଲା ବରା ଖାଇ ପାରିଲନି। ଏଇଥିପାଇଁ। ଦୁଃଖ। ଏ ଦୁଃଖକୁ ଏଡ଼ାଇବା ପାଇଁ ମଣିଷ ବହୁ ପୁରାକାଳରୁ ଉଦ୍ୟମ କରି ଆସୁଅଛି। ବୁଦ୍ଧଦେବ, ତୀର୍ଥଙ୍କର, ସନ୍ନ୍ୟାସୀ ଯୋଗୀମାନେ ଜଗତର ଏହି ଦୁଃଖ ପାଇଁ ବହୁ ସାଧନା କରି ଆମକୁ ବହୁମାର୍ଗ ଦେଖାଇଛନ୍ତି। ଏଥିପାଇଁ ବହୁ ଶାସ୍ତ୍ର ରହିଛି। ଅସଲ କଥା ହେଲା ଆମେ ଜାଣିଛୁ, ଅଥଚ ଅଭ୍ୟାସରେ ପକାଇ ନ ଥିବାରୁ, ସେଇଭଳି ଚିନ୍ତା କରୁ ନ ଥିବାରୁ ଆମେ ଦୁଃଖରେ ପଡ଼ି ଛଟପଟ ହେଉଛୁଁ। ଗୋଟିଏ କଥା ସବୁବେଳେ ମନେ ରଖିବ। ସେଇଟି ହେଲା ସବୁବେଳେ ଭାବିବ ଯେ ''ଏହା ନ ଥିଲା, ତେଣୁ ଏହା ରହିବ ନାହିଁ। '' ଦୁଃଖତ ଆଗରୁ ନ ଥିଲା, ତେଣୁ ତାହା ରହିବ ନାହିଁ। ତମେ ଯେମିତି ପଞ୍ଚମରୁ ଷଷ୍ଠ, ଷଷ୍ଠରୁ ସପ୍ତମ, ସପ୍ତମରୁ ଅଷ୍ଟମକୁ ଉଠି ଯାଉଛ, ଠିକ୍ ସେମିତି ବର୍ଷକ ଭିତରେ ଶୀତ ଆସୁଛି, ବର୍ଷା ଆସୁଛି, ସବୁଜ ହେଉଛି, ପୁଣି ଖରା ଆସୁଛି, ସବୁ ଶୁଖି ଯାଉଛି। ଠିକ୍ ପ୍ରାକୃତିକ ନିୟମ ଯାହା, ତମର ଦୁଃଖ ମଧ୍ୟ ସେଇଆ। ବେଳେ ବେଳେ ଦିନ ଆଉ ରାତିକୁ ଆମେ ତଫାତ୍ ଦେଖି ବାର ବାର ଘଣ୍ଟା କହୁ। ଅସଲରେ ଦିନରାତି ମିଶି ଚବିଶ ଘଣ୍ଟା। ରାତିରେ ଆମେ ଅନ୍ଧକାରରେ ବାଟ ହଜାଇ କାନ୍ଦୁ, କିନ୍ତୁ ଟିକିଏ ଅପେକ୍ଷା କରିଗଲେ ରାତି କଟିଯାଏ, ଦିନ ଆସେ। ପୁଣି ଆଲୋକମୟ ହୋଇଉଠେ ପୃଥିବୀ। ତେଣୁ ସବୁବେଳେ ଦି'ଟାକୁ ମିଶାଇ ଦେଖିବ। ମନରେ ଦୁଃଖ ରହିବ ନାହିଁ। ଯେଉଁ ଦୁଃଖ କଥା କହୁଛ, ସେ ସବୁବେଳେ ନ ଥିଲା, ତେଣୁ ରହିବ ନାହିଁ। କାହା କଥାରେ ଚଳିବ? ଗୋଟିଏ ଛୋଟ ପିଲା ଦିନେ ମନେକଲା ଯେ ସେ ଏକୁଟିଆ ଯାଇ ଗୋଟିଏ ଆମ୍ବଗଛରେ ଚଢ଼ି ଆମ୍ବ ଖାଇବ। ତା'ର ଆମ୍ବ ଖାଇବା ଲୋଭ ଖୁବ୍ ଥାଏ। ସାହସ ମଧ୍ୟ ଥାଏ। ତା' ମା'ଙ୍କ କଥା ସର୍ବଦା ମନେ ରଖିଥାଏ। ମା ସବୁଦିନ କହନ୍ତି, ''ବାବୁରେ, ଯେଉଁ ପଥ ଆଦର୍ଶର ପଥ, ସେ ପଥ ସତ୍ୟର ପଥ। ଭଗବାନଙ୍କୁ ଲାଭ କରିବାକୁ ହେଲେ ସରଳତା ଓ ପବିତ୍ରତା ପ୍ରୟୋଜନ। ସବୁ ଜିନିଷ ପରୀକ୍ଷା କରି ଗ୍ରହଣ କରିବୁ। '' ପିଲାଟି ଯାଉଁ ଯାଉଁ ଦେଖିଲା ଯେ ଗୋଟିଏ ସାଧାରଣ ଲୋକ ଯାଉଛି। ଲୋକଟି ଏକ ମନରେ ଯିବାବେଳେ ରାସ୍ତା ଉପରେ ମାଟି-ପଥର-ଇଟା ଯାହା ପଡ଼ିଛି, ତାକୁ ନିଜ ହାତରେ ଆଡ଼େଇ ଦେଇ ଦେଇ ଚାଲିଛି। ଆଉ ଜଣେ ଲୋକ ଗେରୁଆ ବସ୍ତ୍ର ପିନ୍ଧି, ମୁଣ୍ତରେ ଜଟା ଓହଳାଇ ସିନ୍ଦୂର-ଚନ୍ଦନ ମାରି, ଭଜନ-କୀର୍ତ୍ତନ କରି, ଖଡ଼ମ ମାଡ଼ି ଦୁଇଚାରିଜଣଙ୍କ ସାଙ୍ଗରେ ଚାଲିଛି। ରାସ୍ତାରେ ଯାଉ ଯାଉ ସେ ଇଟା-ପଥର ଦେଖି, ପକାଇଛି ତାକୁ ଗାଳି ଦେଉଛି ଏବଂ ରାସ୍ତାସାରା ପାଚିଲା କଦଳୀ ଖାଇ କଦଳୀ ଚୋପା ପକାଇ ଦେଇ ଯାଉଛି। ଗାଁ ପିଲାଏ ସେ ରାସ୍ତାରେ ଦଉଡ଼ି ଦଉଡ଼ି ଗଲାବେଳେ ତାଙ୍କର ଗୋଡ଼ ଖସିଯିବାରୁ ପଡ଼ି କାନ୍ଦିଲେ। ଗେରୁଆ